ଏବଂ ମାତୃଭାଷା କଥା ହୁଏତ ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଇଥିବେ। ଅର୍ଥାତ୍ ବକ୍ତାଙ୍କର ଉପମାଟା ଅବଶ୍ୟ କାମ କରିଥିବ ସିନା ମାତ୍ର ଫଳ ଠିକ୍ ଓଲଟା ହୋଇଥିବ। ଉପମେୟ ଉପମାନକୁ ଗୋଟାପଣେ ଗିଳି ପକାଇଥିବ। ପିଲାମାନେ ଏବେ ଏପରି ଦୁଷ୍ଟ ହେଲେଣି ଯେ ବକ୍ତାଙ୍କର ସାଧୁ ଉଦ୍ଦେଶ୍ୟଟିକୁ ସେମାନେ ସମ୍ପୂର୍ଣ୍ଣ ଭାବରେ ପଣ୍ଡ କରି ଦେଇଥିବେ ଏବଂ ଏହି କ୍ରିକେଟ ଖେଳଟାକୁ ନେଇ ବଡ଼ମାନେ ଯେ ଆଦୌ କମ୍ ଦୁଷ୍ଟ ଓ କମ୍ କୁପିତ ହେଉନାହାନ୍ତି, ଏବେ ସେହି ଇଂଲଣ୍ଡର ରଙ୍ଗମଞ୍ଚରେ ଖେଳା ହୋଇଥିବା ବିଶ୍ୱକପ୍ କ୍ରିକେଟ୍ ଖେଳର ମହଡ଼ାଟା ଚାଲିଥିବା ସମୟରେ ସେହି କଥାଟା ଅତ୍ୟନ୍ତ ସ୍ପଷ୍ଟ ହୋଇଗଲା। ଆମ ଦେଶର ପ୍ରଧାନମନ୍ତ୍ରୀ ସତେ ଅବା କେଉଁ କଳ୍ପନା ପ୍ରବଣ ଯୁବାକବିଙ୍କ ପରି ରାତ୍ରିକାଳରେ ଅଧୀର ହୋଇ ଉଠିଲେ ଏବଂ ଇଂଲଣ୍ଡରେ ଥିବା ଖେଳାଳିମାନଙ୍କର କୁଶଳ ପୁଚ୍ଛା କଲେ। ଆମ ଦଳ ଜିତିଲେ ବୋଲି ସେମାନଙ୍କୁ ସାବାସୀ ଜଣାଇଲେ। ଗୋଠ ମାତିଲେ ଖଣ୍ଡିଆ ମାତନ୍ତି ବୋଲି ଶାସ୍ତ୍ରରେ ଅପବାଦ ସିନା ରହିଛି, ମାତ୍ର ଗେଣ୍ଡାମାନେ ମାତିଲେ ବଉଳା କୁମ୍ଭୀର ମଧ୍ୟ ଯେ ମାତିବାକୁ ବାହାରିପଡ଼େ ସେକଥାଟା ଏତେଦିନେ ଯାଇ ପ୍ରକଟ ହେଲା। ପ୍ରଧାନମନ୍ତ୍ରୀ ନିଜେ କେବେ କ୍ରିକେଟ ଖେଳିଛନ୍ତି କି ନାହିଁ ଅଥବା ତାଙ୍କ ଘରେ କେହି କେବେ କ୍ରିକେଟ ସାଧନା କରିଥିଲେ କି ନାହିଁ ସେକଥା ତାଙ୍କୁ ପଚାରିଲେ ଯାଇ ସିନା ଜାଣି ହୁଅନ୍ତା, ମାତ୍ର ସିଏ ଯାହା କଲେ ତଦ୍ଦ୍ୱାରା କ୍ରିକେଟର ପରମ୍ପରାରେ ଏକ ନୂଆ ଘଟଣା ଘଟାଇଲେ। ଇଂଲଣ୍ଡରେ କ୍ରିକେଟ ଦଳରେ କେହି ଜଖମ ହେଲେ ଇଂଲଣ୍ଡର ରାଣୀ ଟେଲିଫୋନ୍ ଧରି ଭଲ ମନ୍ଦ ପୁଛନ୍ତି କି ନାହିଁ ସେକଥା ତେଣେ ଯାଇ ପଚାରିଲେ ଜଣାପଡ଼ନ୍ତା। ଇଂଲଣ୍ଡବାଲା କୋଉଠି ଖେଳ ଜିତିଲେ, ସେ ପ୍ରଧାନମନ୍ତ୍ରୀ ପ୍ରଜାଙ୍କର କୋଷରୁ ପଇସା ଖରଚ କରି ସେମାନଙ୍କୁ ସାବାସ୍ ବୋଲି କହିବାକୁ ଆବଶ୍ୟକ ଫୁରୁସତ୍ଟା ମଧ୍ୟ ସମ୍ଭବତଃ ପାଉନଥିବେ। ଗୋଟାଏ ଆସନ ବା ପଦରେ ଯାଇ ବସିବାକୁ ସତେଅବା ଏକ କ୍ରୀଡ଼ାର ବ୍ୟାପାର ବୋଲି ମନେକରୁଥିବା ଜଣେ ପାଟମନ୍ତ୍ରୀ ନିଶ୍ଚୟ ଏପରି କରିବାକୁ ହକ ହକ ହୋଇ ଉଠିବ। ପ୍ରଧାନମନ୍ତ୍ରୀ ପ୍ରାୟ ଜଣେ ପକ୍କା ଜାଦୁଗର ପରି ଏହି ଦେଶରେ ପଲ ପଲ ହୋଇ ବାସ କରୁଥିବା ଧୋବ ମଣିଷଙ୍କର ନାଟିକାଟାକୁ ଅତ୍ୟନ୍ତ ଉତ୍ତମ ଭାବରେ ଚିପି ସବୁକଥା ଜାଣିଥିବେ। ସେମାନେ ଯେ ପଡ଼ିଶା ମଣିଷଙ୍କର ଭୋକକୁ ଜାଣି ନପାରିଲେ ମଧ୍ୟ ରାତି ଅନିଦ୍ରା ହୋଇ ଖେଳ ଦେଖୁଥିବେ, ସିଏ ସେହି କଥାଟିକୁ ଭଲ ଭାବରେ ଜାଣିଥିବେ। ଦେଶର ନାଟିକା ଟାକୁ ଜାଣିଥିଲେ ସିନା ତୁମେ ଦେଶଟାକୁ ଠିକ୍ ନବାବମାନଙ୍କ ପରି ଭୋଗ କରିପାରିବ। ଖେଳାଳିମାନେ ଯଦି ସମରକ୍ଷେତ୍ରରେ ଜିଣି ଶିରିପା ନେଇ ଦେଶକୁ ଫେରିବେ ତେବେ ସେମାନଙ୍କୁ ସାଢ଼େ ଏତେ ଲକ୍ଷ ଟଙ୍କା ମିଳିବ ବୋଲି ସରକାରୀ ଦରବାରରୁ ଘୋଷଣା କରାଯାଇଥିଲା। ଆଗେ ଭାରହାଣ୍ଡି ଆଣି ଠିକଣା ଜାଗାରେ ପହଞ୍ଚାଇ ଦେଉଥିବା ଭାରୁଆମାନଙ୍କୁ ପାନଖିଆ ପଇସା ଦିଆଯାଉଥିଲା। ଏବେ ଗୁଣ୍ଡାମାନଙ୍କୁ ତଥା ସାହିର ନେତାମାନଙ୍କୁ କାମଟା ଫଇସଲା ହୋଇଗଲେ ହୁଏତ କିଛି ମଦଖିଆ ପଇସା ମଧ୍ୟ ମିଳିଲାଣି। ମାତ୍ର ଖେଳାଳିମାନେ ଖେଳରେ ଜିତିଲେ ସେମାନଙ୍କୁ ଟଙ୍କା ମିଳିବ, ଚାକିରିଟାଏ ମିଳିବ, ଏସବୁ କଦର ସମ୍ଭବତଃ ପ୍ରଥମେ ଆଗର କମ୍ୟୁନିଷ୍ଟ ରାଷ୍ଟ୍ରମାନଙ୍କ ଠାରୁ ଆରମ୍ଭ ହୋଇଥିଲା। ଖେଳରେ ହାରିଲେ ଜିତିବା ଦ୍ଵାରା ଆଗରୁ ମିଳିଥିବା ଚାକିରି ଏବଂ ଅନ୍ୟାନ୍ୟ ସୁବିଧାକୁ ମଧ୍ୟ ଛଡ଼ାଇ ନିଆଯାଉଥିଲା। ବିଚାରାମାନଙ୍କୁ ସେତେବେଳେ ପ୍ରକୃତରେ ରାଣ୍ଡ ହେଲା ପରି ହିଁ ଅନୁଭବ ହେଉଥିବ। ଆମ ଗାଆଁରେ କେହି ରାଣ୍ଡ ହେଲେ ମଜବୁତିଆ ଅନ୍ୟ ମହିଳାମାନେ ତାକୁ ପ୍ରାୟ ମାଡ଼ିବସି ଶିଳୁପୁଆ ଦ୍ଵାରା ସିଏ ହାତରେ ପିନ୍ଧିଥିବା କାଚଗୁଡ଼ାକୁ ଛେଚି, ଭାଙ୍ଗି ପକାଉଥିଲେ।